କିଛି ବିଶେଷ କାମ ଥିଲା ବୋଲି ନୁହେଁ। ସେମିତି; ଗୋଟାଏ ଖିଆଲରେ। ଯେତେ ଦୂରରେ ଥିଲେ ବି ଏଇ ଜାଗାଟା ପ୍ରତି ମୋର କିମିତି ଗୋଟାଏ ଅହେତୁକୀ ମମତା ଆସି ଗଲାଣି। ମୋର ବେଳେବେଳେ ଭାରି ପ୍ରବଳ ଇଚ୍ଛା ହୁଏ ପୁଣି ଏଇ ମାଟି ଉପରକୁ ଫେରି ଆସିବାକୁ। ଏଠାର ଗଛ ଲତା, କୋଠା ବାଡ଼ି, ଧୂଳି ମାଟି ସବୁ ଯେମିତି ମୋର ଅତି ପ୍ରିୟ, ଅତି ଆପଣାର। ଏହାର ରାଜ ପଥରେ ଅନିର୍ଦ୍ଦିଷ୍ଟ ଭାବରେ ଘୂରି ବୁଲିବାକୁ ମୋତେ ଭାରି ଭଲ ଲାଗେ-। ଅଥଚ କାହିଁକି ମୋର ଏ ମମତା, ଏ ଆକର୍ଷଣ ମୁଁ କିଛି ବୁଝିପାରେନା। ମୁଁ ଏଠୁଁ ପାଇଛି କ'ଣ-? କେବଳ ନିନ୍ଦା, ଅପବାଦ, ଅପଯଶ ବ୍ୟତୀତ। ତଥାପି ଏଇ ମାଟିର ମୋହ କ'ଣ ତୁଟାଇ ପାରଲି? ଦେଖିଲି ଏଇ ଛଅ ବର୍ଷ ମଧ୍ୟରେ ପୁରୁଣା ପୁରୀ ଯେମିତି ଥିଲା ଠିକ୍ ସେମିତି ଅଛି। କିଛି ବଦଳିନି। ସମୁଦ୍ର କୂଳର ସେଇ ଦିଗବାରଣ ଖୁଣ୍ଟି ସେମିତି ମୂକ ଅଥର୍ବଙ୍କ ଭଳି ଠିଆହୋଇଛି; ଅଥଚ ତାରି ପଦ ଦେଶରେ ଲୋକ ଚଞ୍ଚଳ ମହାସିନ୍ଧୁ ଜୀବନ ଭାରାରେ ଭାଙ୍ଗି ପଡ଼ୁଛି ବାରମ୍ବାର। କେତେ ରୂପ, ରଙ୍ଗ ଓ ରସର ସମନ୍ୱୟ ଓ ସମାରୋହରେ ବେଳାଭୂମି ବରବର୍ଣ୍ଣିଳ ହୋଇ ଉଠୁଛି-। କିଛି ବଦଳିନି ମ ସତେ! ମରିଚୀକୋଟ୍ ଗଳି ଛକ ପାଖରେ ସେମିତି ପୂର୍ବ ପରି ଅନେକ ସିନେମା–ପୋଷ୍ଟର ମରିଛି–ତୁମେ ଆଉ ମୁଁ ଥିଲାବେଳେ ଯେମିତି ଥିଲା; ସବୁ ଠିକ୍ ସେମିତି ଅଛି-। ଅଥଚ ଆମେ ଦୁହେଁ କେତେ ବଦଳି ଗଲେଣି–ତୁମେ ଆଉ ମୁଁ–ନୁହେଁ? ତେବେ ମୋତେ ସେଠି ଆଉ କେହି ଚିହ୍ନି ପାରିଲେନି। କେତେ ଶୀଘ୍ର ଭୁଲିଗଲେ ମ? ଯେଉଁମାନେ ଦିନେ ଆମକୁ ପାଦେ ପାଦେ ଜଗିବସି; ତିଳକୁ ତାଳ କରି ଡେଙ୍ଗୁରା ପିଟୁଥିଲେ; ସେମାନେ ଆଜି କାହାନ୍ତି? କେଉଁଠି ସେମାନେ? କାହିଁ ଜଣକୁ ତ ଦେଖିଲିନି। ତୁମେ ଯଦି ଥା'ନ୍ତ ନା ତା'ହେଲେ ଦୁହେଁ ରିକ୍ସାରେ ବସି ଘେରାଏ ବୁଲିଥାନ୍ତେ। ଆଚ୍ଛା; ସାଗର! ତୁମର ମନେଅଛି? ଆମେ ଦୁହେଁ ଜୀବନରେ ମାତ୍ର ଥରକ ପାଇଁ କେବଳ ରିକ୍ସାରେ ବସି ବୁଲିଥିଲେ। ସେତେବେଳେ ରାସ୍ତାରେ ଭାରି ଗହଳି ହୋଇଥାଏ। କି ଗୋଟାଏ ସମ୍ମିଳନୀ ବସିଥାଏ ନା କ'ଣ? ଠିକ୍ ସେଇ ସମୟରେ ରାତି ପ୍ରାୟ ନ'ଟା ବେଳେ ତୁମେ ଆଉ ମୁଁ ଦୁହେଁ କିଛି ସମୟ ବୁଲି ବାହାରି ଥିଲେ। ମନେ ବୋଧେଥିବ–ମୁଁ ସେତିକି ବେଳେ କହିଥିଲି ନା, ''ଏଇ ହୁଏତ ଆମ ଜୀବନର ପ୍ରଥମ ଓ ଶେଷ ଅନୁଭୂତି ହୋଇପାରେ। ସତରେ–ଶେଷକୁ ସେଇ କଥାଟା ପୁଣି କାଳ କାଳକୁ ସତ ହୋଇ ରହିଗଲା। କିଏ ଜାଣିଥିଲା? ଅଜାଣତରେ, ଅକସ୍ମାତ୍ ଗୋଟାଏ ଖିଆଲରେ, ଯେଉଁ କଥା ପାଟିରୁ ବାହାରି ଆସିଥିଲା ସାରା ଜୀବନ ପାଇଁ ସେଇଟା ସତ ପାଲଟି ରହିଯିବ ବୋଲି? ଯଦି ଜାଣିଥାନ୍ତି ନା–ତା'ହେଲେ...! ଆଜି ଚନ୍ଦ୍ର ଉଇଁଛି; ଆକାଶରେ ମେଘ ନାଇଁ। ତୋଫା ଜହ୍ନ କିରଣ ବିଞ୍ଚି ହୋଇ ପଡ଼ିଛି ପୃଥିବୀ ଉପରେ। ତୁମେ ଶୋଇଥିବ। ଝରକା ବାଟେ ତୁମ ଶାୟିତ–ତନ୍ତୁ ଉପରେ ଅତି ଅସଂଯତ ଭାବରେ ପଡ଼ିଥିବ ଜହ୍ନ କିରଣ। ଜହ୍ନ କ'ଣ ସେ ଲୋଭ ସମ୍ବରଣ କରି ପାରିବ ସାଗର? ତା'ର ସେ ଶକ୍ତି କାଇଁ? ବୁଗନଭେଲିଆ ଜହ୍ନ ଆଲୁଅରେ ହସୁଛି। ରକ୍ତ ଝରୁଛି ତା'ର ଓଠରୁ। ଓଠର ରକ୍ତ, ପୁଣି ଦେହରେ ଏମିତି ନିଆଁ ଲଗାଏ? ଏତେ ଜ୍ଜ୍ୱାଳା, ଏତେ ଦାହ ପୁଣି ସେଥିରେ? ଆଃ–ତୁମ ଦେହରେ କେବେ ନିଆଁ ଲାଗିଛି ସାଗର। କିମିତି ଲାଗେ; କିମିତି ସହିପାର? କିନ୍ତୁ ଆଉ ଜଣକୁ ତ ବେଶ୍ ଜାଳିଦେଇ ପାର। କାହିଁକି ମୋର ଅପରାଧ? ସମୁଦ୍ର ଗର୍ଜୁଛି। ଦୂରରୁ ଶୁଭୁଛି ତା'ର ଅଶାନ୍ତ ଗର୍ଜନ। କାହାକୁ ଖୋଜୁଛି ସେ? ନୀରବରେ ଏଇ ସାରା ରାତି ଧରି ମୁଁ ଭାବୁଛି ସେ କାନ୍ଦୁଛି। କି କରୁଣ ଅଥଚ ଆରଣ୍ୟ ତା'ର ରୋଦନ। ଅତୃପ୍ତ ଶିଶୁ ଭଳି କାହିଁକି କାନ୍ଦେ ସମୁଦ୍ର–ଫୁଲି ଫୁଲି, ଥରି ଥରି, ତୁହାଇ ତୁହାଇ କାହିଁକି ସେ କାନ୍ଦେ? କ'ଣ ସେ କହେ? କାହିଁକି ବାରମ୍ବାର କୂଳକୁ ଧାଇଁ ଆସେ? ବ୍ୟଥା, ବିଫଳତା ଓ ବେଦନାର ଆତ୍ମ ପୀଡ଼ନରେ ଅଧୀର ହୋଇ ବେଳାଭୂମିରେ ମଥା ପିଟି ଫେରିଯାଏ; ପୁଣି ଧାଇଁ ଆସେ କୂଳକୁ। ହାୟ କେତେ ଦିନ ସେ ଆଉ ଏମିତି ଫେରୁଥିବ; ଆଉ ଆସୁଥିବ।